ମୁଁ ତିନି ବର୍ଷ ହେବ ଅଭ୍ୟାସ କରିଛି। ତୁମେ ଛିଡ଼ିଦିଅ, ମୁଁ ଛାଡ଼ିଦେବି। ହେଲା ମୁଁ ସବୁ ଛାଡ଼ିଦେବି। ତୁମେ ସବୁ ଛାଡ଼ିଦେବ? ଏହି ଗୁରୁପଦ ସାକ୍ଷୀ ରହିଲା, ଶ୍ୟାମଘନବାବୁ କହିଲେ। ହଁ ଗୁରୁପଦ ତୁ ସାକ୍ଷୀ ରହିଲୁ। ଆଜି ହେଲା ଗୁରୁବାର, ଶୁକ୍ରବାରଠାରୁ ଆମର ସବୁ ଅଭ୍ୟାସ ବନ୍ଦ। ଗୁରୁପଦ ମନେ ମନେ ଖୁବ୍ ହସୁଥାଏ। ସ୍ୱାମୀ ସ୍ତ୍ରୀ ଭିତରେ ଏମିତି ଚାଲେ। ପରସ୍ପର ଦୋଷାରୋପରୁ ମୁକ୍ତି ପାଇବା ପାଇଁ ଯୁକ୍ତି ବାଢ଼ି ବସନ୍ତି। କିନ୍ତୁ ଫଳ କିଛି ହୁଏନି। ନିଶା ଖାଇବା ଲୋକ ଅନେକ ଥର ନିୟମ କରନ୍ତି ଏବଂ ଅନେକ ଥର ନିୟମ ଭାଙ୍ଗନ୍ତି। ଅଭ୍ୟାସରେ ପଡ଼ିଯାଇଥିବା ଜିନିଷ ସହଜରେ ଛାଡ଼ି ହୁଏନି ଏବଂ ଆପେ ଆପେ ଭାଙ୍ଗିଯାଏ। ଉପସ୍ଥିତ କ୍ଷେତ୍ରରେ ଶ୍ୟାମଘନବାବୁ ଓ ଫୁଲଅପା ଭିତରେ ଯେଉଁ ଜିଦା ଜିଦି ହୋଇ ବାଜି ରହିଲା, ଏହା କ୍ଷଣସ୍ଥାୟୀ, ଚିରସ୍ଥାୟୀ ନୁହେଁ ବୋଲି ସେ ଭଲ ଭାବରେ ଜାଣିଛି। ଠିକ୍ ଅଛି ମୁଁ ସାକ୍ଷୀ ରହିଲି। ଫୁଲଅପା ତୁମେ ଆଉ ପାନ ଖାଇବ ନାହିଁ। ଶ୍ୟାମଘନ ଭାଇ ମଧ୍ୟ ଆଉ ଗୁଡ଼ାଖୁ, ପାନ, ସିଗାରେଟ ଖାଇବେ ନାହିଁ। ଯିଏ ଆଗ ନିୟମ ଲଙ୍ଗନ କରିବ ସିଏ ତା' ପରେ ଆଉ କିଛି ଗୁରୁପଦ କହିପାରିଲା ନାହିଁ। ନିୟମ ଲଙ୍ଘନ କଲେ କ'ଣ ଦଣ୍ଡ ଦିଆ ଯାଇ ପାରିବ। କୁହ କ'ଣ ହେବ? ଯିଏ ନିୟମ ଲଙ୍ଘନ କରିବ ତା' ପ୍ରତି କି ଜୋରିମାନା ହେବ? କିରେ କହୁନୁ ଗୁରୁପଦ। ଯିଏ ନିୟମ ଭାଙ୍ଗିବ ତା' ପ୍ରତି କି ଜୋରିମାନା ହେବ? ଫୁଲଅପା କହିଲେ। ମୁଁ କିଛି କହିପାରିବି ନାହିଁ ଅପା। ଆଜି ରାତିରେ ତୁମେ ଦୁଇଜଣ ଠିକ୍ କରିବ। ନିୟମ ଲଙ୍ଘନ କଲେ କି ପ୍ରକାର ଜୋରିମାନା ତୁମେ ଦେଇ ପାରିବ। ସମସ୍ତେ ଏକା ଥରକେ ହସି ଉଠିଲେ। ଶ୍ୟାମଘନବାବୁ କହିଲେ ଗୁରୁପଦ ମହା ଚାଲାଖ। ଠିକଣା ବେଳେ ଖସିଗଲା। ହସି ହସି ଗୁରୁପଦ କହିଲା ମୁଁ ଯାଉଛି। ଉଭୟ ଜୋରିମାନା ଦେବେ କେହି ଖସି ପାରିବେ ନାହିଁ। ଫୁଲଅପା କେବେ ପାନ ଛାଡ଼ି ପାରିବେ ନାହିଁ, କି ଶ୍ୟାମଘନ ଭାଇ କେବେ ପାନ, ସିଗାରେଟ୍ ଗୁଡ଼ାଖୁ ଛାଡ଼ି ପାରିବେ ନାହିଁ। ଆଜି ଯେଉଁ ବାଜି ମରା ହେଲା ଏହା କ୍ଷଣସ୍ଥାୟୀ। ତଥାପି ପରୀକ୍ଷା ସ୍ୱରୂପ ଗୋଟିଏ ସପ୍ତାହ ଦେଖାଯାଉ ଫଳ କ'ଣ ହେଉଛି। ଠିକ୍ ଅଛି। ପ୍ରଥମେ ଗୋଟିଏ ସପ୍ତାହ ଦେଖାଯାଉ, ଆସ ଖାଇବ, ଫୁଲଅପା ଡାକିଲେ। ମୁଁ ଖାଇବି ନାହିଁ। ମୋ ପେଟ୍ ଖରାପ, ଗୁରୁପଦ କହିଲା। ଫାଜିଲାମି କଥାଗୁଡ଼ାକ ରଖିଦେ। ମିନିର ଆଜି ଜନ୍ମଦିନ ତୁ ଆଜି ପେଟ ପୂରା କରି ଖାଇବୁ। ତୋତେ ମୋଟେ ଛାଡ଼ିବି ନାହିଁ। ମିନିର ଜନ୍ମଦିନ କଥା ଆଗରୁ କାହିଁକି କିଛି କହୁ ନ ଥିଲ ତ? ଆଜି ହଠାତ୍ କିପରି ମନେ ପଡ଼ିଗଲା। ତୁ ବୁଝିନୁ ଗୁରୁପଦ! ତୋ ଭାଇ ତ ସବୁବେଳେ ଗାଁ ମାମଲତରେ ବ୍ୟସ୍ତ। ପାଞ୍ଜିଟା ନେଇ କାହାକୁ ଦେଇ ଦେଇଛନ୍ତି ଯେ, ତାଙ୍କର ମନେ ପଡ଼ୁନି। ଆଜି ସକାଳୁ ଭୂୟାଁ ଘରୁ ପାଞ୍ଜି ଆଣି ଦେଖେ ତ ମିନିର ଜନ୍ମଦିନ ଆଜି ପଡ଼ୁଛି। କ'ଣ କରିବି କିଛି ସ୍ଥିର କରିପାରିଲି ନାହିଁ। ମେଳାଟାଏ ହୋଇପାରିଲା ନାହିଁ। ପିଠା ଦି'ଚାରିଟା କରି ଦେଇଛି। ଗାଁରେ ବି କାହାକୁ ଡାକିନି। ଆମରି ଘର ଭିତରେ ସବୁ। ପୋଖରୀରୁ ମାଛ ଦି'ଟା ଧରିଥିଲି। ଯୋଗକୁ ଭାଇ ହାଟରୁ ମାଂସ କିଲେ କିଣି ଆଣିଛନ୍ତି। ମାଛଟା କାଲି ପାଇଁ ରଖିଦେଲି। ଆଜି ମାଂସ ତରକାରୀ କରିଛି। ଆ ଦି'ଟା ପିଠା ଖାଇଦେବୁ। ବହୁ ବାଧ୍ୟ ବାଧ୍ୟକତା ଭିତରେ ଗୁରୁପଦ ପିଠା ଦି'ଟା ଖାଇ ବସାକୁ ଫେରୁ ଫେରୁ ରାତି ବାରଟା ବାଜି ଯାଇଥିଲା। ବିଛଣାରେ ଗଡ଼ି ପଡ଼ିବା ସାଙ୍ଗେ ସାଙ୍ଗେ ଆଖି ଦି'ଟା ଆପେ ଆପେ ବୁଜି ହୋଇଗଲା। ପରଦିନ ସକାଳୁ ଗୁରୁପଦ ଉଠି କାଠଯୋଡ଼ି ନଦୀକୁ ଗାଧୋଇବାକୁ ଗଲା। ଫେରିଲାବେଳେ ଦେଖାହେଲା ସେହି ଗାଁର ଅର୍ଜ୍ଜୁନବାବୁ। ବୟସ ଚାଳିଶ ପାଖାପାଖି। ପ୍ରାଥମିକ ସ୍କୁଲର ଶିକ୍ଷକ। ଏକ ଧ୍ୟାନରେ ଗୁରୁପଦ ତର ତର ହୋଇ ଫେରୁଥାଏ। ଘରେ ପହଞ୍ଚିଲେ ରୋଷେଇ କରିବ। ଖାଇ ପିଇ ଅଫିସ ଯିବ। ବାଟ ଚାଲିବାକୁ ତିନି କିଲୋମିଟର ପଡ଼ିବ।